କେହି କାହାକୁ ଅଧିକ ଗୌରବରେ ମଣ୍ଡିତ କରିବାକୁ ପ୍ରସ୍ତୁତ ନଥାନ୍ତି। ନିଜେ ନ ପାରିଲେ,-ଅନ୍ୟକୁ କେବଳ ଖତେଇ ହୋଇଥାନ୍ତି। ଟୁନୀ ମନ ଭିତରେ ସୁମି ସହିତ ଦଉଡ଼ ଆରମ୍ଭ କରି ଦେଇଥାଏ। ସୁମି ଆଗେଇ ଯାଉଛି ଦେଖି ତା ମନରେ ଈର୍ଷା ଜାଗିଲା। ବୈଫଲ୍ୟର ବିକଟ ଚକ୍ଷୁ ତାକୁ ଆଘାତ ଦେଲା,-ଆଘାତ ସେ ସହିପାରିଲା ନାଇଁ। ଆଉ ଟିକକପରେ ସୁମି ତାଳଟିକୁ ଧରିବ ଖୁବ୍ ପାଖେଇ ଗଲାଣି-। ଟୁନୀ ସଫଳତାର ଆଶାରେ ଅନ୍ତତଃ ଶେଷ ସଂଗ୍ରାମ କରିବା ଦର୍କାର। ସେ ଜୋର୍ ପାଦ ଉଠେଇ ଡେଇଁ ପଡ଼ିବାକୁ ଚେଷ୍ଟାକଲା। ଫଳ ହେଲା ଓଲଟା। ସୁମି ଧରି ପକେଇଲା ତାଳଟିକୁ ଖୁବ୍ ମଜାରେ। କିନ୍ତୁ ଦାଲୁକିନି କଚାଡ଼ି ହୋଇ ପଡ଼ିଲା ପାଣିରେ, ତାର ଗୋଡ଼ ଖସିଗଲାରୁ ନିଜକୁ ସମ୍ଭାଳିବାର ଅବସ୍ଥାରେ ସେ ସେତେବେଳେ ନଥିଲା। ଓଦା ସର ସର ହୋଇ ଉଠି ଖାଲି ଗୋଟାସାରା ଥରିଲା ଆଖିରୁ ଝରିଲା ବସନ୍ତରା ଠେକି,-ଆଉ ତା ସହିତ ନାକ ଓ ତଣ୍ଟିରୁ କୁଁ-କୁଁ-କୁଁ ଶବ୍ଦ। ଟୁନୀର ଏ ଅବସ୍ଥା ଦେଖି ସୁମି ଆଉ ପାଦେ ଏପାଖ କି ସେ ପାଖକୁ ଯାଇପାରିଲା ନାଇଁ। ଖାଲି ତାଟଙ୍ଗା ହୋଇ ନୀରବରେ ଚାହିଁଲା। ଟୁନୀକୁ ତୁନି କରିବ କଣ ନିଜେ ବି ସକେଇ ଆରମ୍ଭ କଲା। କେବଳ ଚାହିଁଥାଏ ଟୁନୀକୁ ଓ ଜାକି ଧରିଥାଏ ତାଳଟି। ଏମାନଙ୍କ କାନ୍ଦ ଯାଇଁ ଯାଇଁ ସୁମି-ମାଙ୍କ କାନରେ ଠାଏ-ଠାଏ କରି ବାଡ଼େଇ ହେଲା। ଏତିକିବେଳେ ପହଁରି ଆସିଲା ଏକ କାଣ୍ଡ ନଳସାପ-ବାଁ ପଟ କଣ୍ଟାବାଡ଼ରୁ। ପାଣି ଉପରେ ଖେଳିବାକୁ ତାକୁ ଯେମିତି ଭାରି ମଜା ଲାଗୁଚି। ଏଇ ଦାଣ୍ଡ ଉପରେ କାଣ୍ଡନଳ ପ୍ରତିବର୍ଷ ଥରେ ଥରେ ମନ ଖୁସିରେ ବୁଲିବାର ସୁବିଧା ପାଏ। ସୁମି କାଣ୍ଡନଳକୁ ଦେଖି ଭୟରେ ଚିତ୍କାର କଲା। କେବଳ ଚିତ୍କାର। 'ସାପ'-କି-'ମା' କୌଣସିଟି ଉଚ୍ଚାରଣ କରିବାକୁ ତାର ଜିଭ ପଙ୍ଗୁ ହୋଇ ପଡ଼ିଥିଲା। ଆଖିବୁଜି ସେ କୁଣ୍ଢେଇ ପକେଇଲା ଟୁନୀକୁ। ତାଳଟା ହାତରୁ ଖସିପଡ଼ି ନିଜ ବାଟ ଦେଖିଲା। ପିଣ୍ଡା ଖୁବ୍ ନିକଟରେ। କିନ୍ତୁ ପିଣ୍ଡା ଉପରକୁ ଚାଲିଯିବାକୁ କାହାର ଶକ୍ତି ନାହିଁ। ଶକ୍ତି ବାହାର କରିବା ପାଇଁ ଦରକାର ବୁଦ୍ଧି। ସେମାନେ ବୁଦ୍ଧି ହରେଇ ବସିଥିଲେ ଭୟରେ, କେବଳ ଭୟରେ। ସୁମି ଅନୁଭବ କଲା ଯେମିତି କାଣ୍ଡନଳଟା ତାର ଗୋଡ଼ରେ ଗୁଡ଼େଇ ହୋଇ ଉପରକୁ ଉଠୁଚି। ଘର ଭିତରୁ ସୁମି ମା ଧାଇଁ ଆସିଲେ। କାହିଁକି କାନ୍ଦୁଚ ବୋଲି ପଚାରିବାକୁ ଆଉ ତାଙ୍କର ବି ଅବସର ନାଇଁ। ସେ କାଖ କରି ଟୁନୀ ଓ ସୁମିଙ୍କୁ ନେଇଗଲେ ଘର ଭିତରକୁ। କାଣ୍ଡନଳ ସାପଟା ତାର ବାଟେ ବାଟେ ଚାଲିଗଲା। ଛୁଆଙ୍କ କାନ୍ଦଣା ଓ ଭୟ ପ୍ରତି ତାର ନଜର ନଥିଲା ବୋଧହୁଏ। ତାଳ ଲୋଭରେ ପାଣି ଭିତରକୁ ପଶିଥିବା କଥା ସୁମି ମା ନିକଟରେ କହିଲା ନାଇଁ। ପ୍ରତିଜ୍ଞା କଲା-ଆଉ ତଳକୁ ଜମାରୁ ଓହ୍ଲେଇବ ନାହିଁ। ଟୁନୀ ଓ ସୁମି ଉଭୟେ ଗଲେ ସାନ ଢାଗୁଆ ଘରକୁ। ଖଟରେ ଶେଯ ପଡ଼ିଥାଏ-ସେଇଠି ବସିଲେ। ସେଇଟି ଗଲା ଅଇଲା ଲୋକଙ୍କ ଲାଗି ଶୋଇବା ଘର। ଘରର ଜିନିଷପତ୍ର ପ୍ରାୟ ନଥାଏ। ସିନ୍ଦୁକ, ତୁରଙ୍ଗ, ବାକ୍ସ, ପେଟରା ଇତ୍ୟାଦି ସବୁଥାଏ ବଡ଼ ଢାଗୁଆ ଘରେ। ସେଇ ଘରେ ମା' ପାଖରେ ସୁମି ଦିନ୍ ଦିନ୍ ରାତିରେ ଶୁଏ। କିନ୍ତୁ ସାନ ଢାଗୁଆ ଘରେ ସୁମି ଜନ୍ମ ହୋଇଥିଲା। ଖଞ୍ଜା ଭିତର ଆଡ଼କୁ ଦରଜା-କବାଟ ଅଧା ମେଲା ଅଧା ଆଉଜା ହୋଇଥାଏ। ଝରକା ବୋଲି ଗୋଟିଏ-ଖଟ ନିକଟରେ ବାଡ଼ି ପାଖକୁ ମୁଖକରି। ସେ ପୁଣି ମରହଟ୍ଟା ଅମଳର। ଖାଲି ନାଁ'କୁ ଝରକା। ନାଁ ଆସିପାରିବ ଯଥେଷ୍ଟ ପବନ, ନାଁ ଆସିପାରିବ ଆଲୁଅ। ଖାଲି ଅଣନିଃଶ୍ୱାସୀ ହେବାରୁ ଯାହା ଟିକିଏ ରକ୍ଷା କରିବ। ଘର ପ୍ରାୟ ସଦାବେଳେ ଅଧାଅଧି ଅନ୍ଧାର, ବନରେ ସନ୍ଧ୍ୟା ପରି। ସୁମି ଟୁନୀ ପାଖକୁ ଲାଗି ଝରକା ପାଖରେ ବସିଲା। ସେ ଝରକା ଦେଇ ଚାହିଁଲା ବାଡ଼ି ଭିତରକୁ। ଗୋଟାଏ ସବୁଜଲତା ଭୂମି ଉପରୁ ଗୋଡ଼ହାତ ଟେକି ଆସି ଠିକ୍ ଝରକା ପାଖରେ ସୁଲୁସୁଲିଆ ପବନରେ ମୁଣ୍ଡ ଟୁଙ୍ଗାରିଲାଣି। କଅଁଳିଆ ନରମ ଶୀର୍ଷପତ୍ର ଦୁଇଟି ତାର କାନପରି ଦିଶୁଥାଏ। ସୁମି ଠିକ୍ ହାତ ବଢ଼େଇ ସାଉଁଳିବାକୁ ଗଲାବେଳେ ଚମକି ପଡ଼ିଲା। ସେଇଟା ଯଦି ସାପ ହୋଇଥାଏ-ନାଉଡ଼ଙ୍କ ସାପପରା ଲତାପରି ଲତା ସହିତ ଜଡ଼ିଥାନ୍ତି। ଚାହିଁଲା ଦୂରକୁ-ବଢ଼ିପାଣି ବାଡ଼ି ଭିତରେ କାୟା ବିସ୍ତାର କରି ଶୋଇଚି।